ଆକାଶ ଆଡ଼କୁ ଚାହିଁ ଦେଖିଲି, କେଉଁମାନେ ଯେମିତି ଅତି ବେଗରେ ଆକାଶରେ ଉଡ଼ି ଆସୁଛନ୍ତି। ଅଳ୍ପ ସମୟ ମଧ୍ୟରେ ତିନି ଜଣ ଗ୍ରୌନଦିପିନ୍ଧା ଲୋକ ହ୍ରଦ ପାଖରେ ଆସି ଓହ୍ଲାଇଲେ। ସେମାନେ ମୋ ନିକଟକୁ ଆସି କହିଲେ, ''ତୁମେ କ'ଣ ବୁଲୁ? '' ମୁଁ କହିଲି ''ହଁ''। ସେମାନେ କହିଲେ, ''ତୁମ ସହିତ ଆମ୍ଭମାନଙ୍କର କଥା ଅଛି। ଆମ୍ଭେମାନେ ଆମର ରଜା ନିକଟରୁ ତୁମଠାକୁ ଆସିଛୁ। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଇ ଘରକୁ ନେଇଗଲି। ମୁଁ ରାସ୍ତାରେ କେବଳ ଭାବୁଥିଲି, ମୋ ସହିତ ଏମାନଙ୍କର କ'ଣ ପ୍ରୟୋଜନ ରହିପାରେ-? ଆମେ ଆମର ଗୁହା-ଗୃହରେ ପହଞ୍ଚିଲାରୁ ସେମାନେ କହିଲେ, ''ଆମ୍ଭେ ଆମ୍ଭ ଦେଶର ରାଜା ବିୟୋରେଗତି ନିକଟରୁ ଆସିଅଛୁଁ। ରାଜା ତୁମଠାରୁ ସାହାଯ୍ୟପାଇଁ ଆମ୍ଭମାନଙ୍କୁ ତୁମଠାକୁ ପଠାଇଛନ୍ତି। '' ମୋ ସହିତ ଯେଉଁ ବ୍ୟକ୍ତି କଥା କହିଲେ, ତାଙ୍କ ନାମ ନାସିଗ୍। ନାସିଗ୍ କହିଲେ, ''ମୁଁ ହେଉଛି ରାଜଦୂତ। ଦେଶେ ଦେଶେ ରାଜାଙ୍କ ପ୍ରୟୋଜନାର୍ଥେ ଘୂରି ବୁଲେ। ବନ୍ଧୁ ବୁଲୁ ତୁମର ଯଶଃ ଓ ଖ୍ୟାତି ଆମ୍ଭର ରାଜଦରବାରରେ ମଧ୍ୟ ଯାଇ ପହଞ୍ଚିଛି। ଇଉଓୟାରକି ପ୍ରତି ତୁମେ ଯେଉଁ ସଦୟ ବ୍ୟବହାର ଦେଖାଇଛ, ସେଇ କଥା ତାଙ୍କ ବାବା ଆମ୍ଭର ରଜାଙ୍କୁ ଜଣାଇଛନ୍ତି। ଯଦିଓ ଆମ୍ଭମାନଙ୍କ ଦେଶ ଖୁବ୍ ବଡ଼ ଏବଂ ଏକ ସମୟରେ ଅତ୍ୟନ୍ତ କ୍ଷମତାଶାଳୀ ଥିଲା, କିନ୍ତୁ ରାଜ୍ୟର ପଶ୍ଚିମାଂଶରେ ଲୋକମାନେ ବିଦ୍ରୋହୀ ହୋଇ ସେମାନେ ଜଣକୁ ନୂତନ ରାଜାରୂପେ ଗ୍ରହଣ କରିଛନ୍ତି। ପ୍ରତିଦିନ ସେମାନେ ଆମ ଦେଶର ଲୋକଙ୍କ ସହିତ ଅଶାନ୍ତି ଓ ଯୁଦ୍ଧ ବିଗ୍ରହ ଲଗାଇ ଆମ ରାଜ୍ୟର କିଛି ଅଂଶ ଦଖଲ କରିନେଇଛନ୍ତି। ଯଦି ଏମିତି ଭାବରେ ଆମକୁ ଆହୁରି କିଛିଦିନ ପରାସ୍ତ କରନ୍ତି, ତାହାହେଲେ ଆମେ ଦିନେ ନା ଦିନେ ତାଙ୍କର ପଦାନତ ହେବୁ। ଆମ୍ଭମାନଙ୍କ ଦେଶର ଏଇ ଦୁର୍ଦ୍ଦଶା କଥା ଆମେ ଅନେକ ଦିନ ପୂର୍ବରୁ ଜାଣି ପାରିଥିଲୁ। '' ମୁଁ ପଚାରିଲି, ''କେମିତି ଭାବରେ ଜାଣିପାରିଲ? '' ନାସିଗ୍ କହିଲେ, ''ଆମ ଦେଶର ଜଣେ ଭବିଷ୍ୟତ ଦ୍ରଷ୍ଟା ପ୍ରାଚୀନ ବ୍ୟକ୍ତି ଏ କଥା କହିଯାଇଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ବଂଶଧରମାନେ ଏ କଥା ସମସ୍ତଙ୍କୁ କହିଯାଇଛନ୍ତି ଏବଂ ଏହା ମଧ୍ୟ କହିଯାଇଛନ୍ତି ଯେ ସେ ସମୟରେ ଜଣେ ଭିନ୍ନ ଦେଶୀ ଲୋକ ଏ ଦେଶକୁ ଆସି ବାସ କରିବେ। ତାଙ୍କରି ସହାୟତାରେ କେବଳ ଆମେ, ଆମ ଦେଶ ବିପଦମୁକ୍ତ ହୋଇ ପାରିବ। ତେଣୁ ଆଜି ଆମ ଦେଶର ଏହିଭଳି ଦୁର୍ଦ୍ଦିନରେ ତୁମେ ହିଁ ତା'ର ଉଦ୍ଧାରକର୍ତ୍ତା। ଏକମାତ୍ର ତୁମେ ହିଁ ଦେଶରେ ଶାନ୍ତି ଆଣିପାରିବ। ଆମର ରଜା ବିୟୋରେଗତି ଏବଂ ରାଜ୍ୟର ସମୁଦାୟ ପ୍ରଧାନଗଣ ତୁମର ଅଭ୍ୟର୍ଥନାପାଇଁ ଅପେକ୍ଷା କରିଛନ୍ତି। ମୁଁ ତୁମକୁ ଆମ ଦେଶକୁ ଯିବାପାଇଁ ନିମନ୍ତ୍ରଣ କରିବାକୁ ଆସିଛି। ତୁମେ ହୁଏତ କହିବ ଯେ, ମୁଁ କେମିତି ଭାବରେ ତୁମ ଦେଶକୁ ଯିବି, ମୋର ତ ଗ୍ରୌନଦି ନାହିଁ। ମୁଁ କହିଲି, ସେ କଥା ନିଶ୍ଚୟ। ଯଦିଓ ତୁମର କୌଣସି ଗ୍ରୌନଦି ନାହିଁ, ତଥାପି ତୁମର ଏମିତି ବୁଦ୍ଧି ଓ ବିଚକ୍ଷଣତା ରହିଛି ଯେ, ବୁଦ୍ଧି ଓ ଜ୍ଞାନ ସାହାଯ୍ୟରେ ତୁମେ ଏମିତି ହୁଏତ ଗୋଟିଏ କୌଶଳ କରିପାରିବ, ଯାହା ସାହାଯ୍ୟରେ ଆମ ଦେଶକୁ ଯିବାର ଗୋଟିଏ ଉପାୟ କରିପାରିବ। ବନ୍ଧୁ, ତୁମେ ହିଁ ଆମ୍ଭମାନଙ୍କର ଉଦ୍ଧାର କର୍ତ୍ତା। ଆଶାକରେ ଆମ୍ଭମାନଙ୍କ ଦେଶକୁ ଯିବାରେ କୌଣସି ଆପତ୍ତି କରିବ ନାହିଁ। ମୁଁ କହିଲି, ନାସିଗ୍,